ମୁଁ ତ ବେଳେ ବେଳେ ଭାବେ ଯଦି ଧନୀ ମାଉସୀ ଗେରସ୍ତ କୋଉ ତାଲୁକ ମୁଲକ ବୁଲି ବୁଲି ଏବେ ବି ଆସି ଗାଁ'ରେ ପହଞ୍ଚନ୍ତି। ବିଚରା ବାଳୁତ ବାଳ ଗୋପାଳଟିଏ ପାଲଟି ଯାଇ ଧନୀ ମାଉସୀକି ମାଉସୀ ମାଉସୀ ହୁରି ପକାନ୍ତା କି କାନି ଧରି ଆଇନି କରନ୍ତା। ମାଉସୀ ବି ତା' ବହୁଦିନ ପରବାସି ଗେରସ୍ତ ଭିତରେ ଠୁକୁ ଠୁକୁ ଚାଲି ରୁଣୁ ଝୁଣୁ ନୂପୂର ପିନ୍ଧା ଗୋପାଳଟିଏ ଛଡ଼ା ଆଉ କିଛି ଦେଖି ପାରନ୍ତା ନାହିଁ। ତା'ର ସେ ବର୍ଷୁକ ମେଘସମ କାରୁଣ୍ୟ ସକଳ ଆତୁର ଦୃଷ୍ଟିରେ ଆଉ କିଛିର ଛାଇ ପଡ଼ୁଥିବ ତା'ର ସେ ଛୁଆ ରଙ୍କୁଣୀ ମନ ଆଉ କିଛି ଖୋଜୁଥିବ ବୋଲି ମୋର ଅତ୍ୟନ୍ତ ବିଶ୍ୱାସ ନୁହେଁ। ଗାଁ'ର ସମସ୍ତେ କିନ୍ତୁ କହନ୍ତି ଧନୀ ମାଉସୀ ବାଂଝ। ଛୁଆ ତ ପେଟରେ ଧରି ନାହିଁ– ଜନ୍ମ ଯନ୍ତ୍ରଣା କାହୁଁ ଅଙ୍ଗେ ନିଭେଇବ। ତା' ଦଶଶିର ଅନ୍ତ ନାଡ଼ି ଠିକ୍ ଖାପ୍ ଖାଇ ଅଛି। ଆମେ ପିଲାମାନେ ଏସବୁ କିଛି ବୁଝୁ ନଥିଲୁ ବୁଝିଥିଲେ ଏକ ମତ ହୋଇ ନଥା'ନ୍ତୁ। ଏବେ ବି ମୁଁ ଏଥିରେ ଏକ ମତ ନୁହେଁ ଆହା ଘର ବାହାର ହୋଇ। ଛାଈକି ଚାହିଁ ଚାହିଁ ବେଳ କଟେ ନନ୍ଦରାଣୀର କାହ୍ନୁରେ ବୋଲି ଡାକିଦେଲେ ଆଖିରୁ ଲୁହ ଝରେ, ସ୍ତନରୁ କ୍ଷୀର ଝରେ-। ଆଉ କୋଉ ମାଆଟା ସଂସାରରେ ଭଲା ସେ ପାଦ ନଖ ଧୂଳି କି ସରିହବ। ଧନୀ ମାଉସୀର ପୁଞ୍ଜାଏ କି ପାଞ୍ଚଟା ପୁଅ ଝୁଅ ହେଇଥିଲେ ଅଧିକା କ'ଣ ହୋଇଥା'ନ୍ତା ମତେ ଗୋଚର ନାହିଁ। ଘର ବୋଲି ତା'ର ଝାଟିମାଟି ବରଡ଼ା ତାଟି ଛପର କୁଡ଼ିଆ ଖଣ୍ଡେ। ସେଥିରେ ଦିନରେ ଖରା ରାତିରେ ତରା ଦିଶେ। ଚାରି କ'ଣ ଓଳେଇ ଆଣିଲେ ଖୁଦଗଣ୍ଡିଏ ମିଳିବା ସପନ। ହେଲେ ସେଇ ଚାଳରୁ ଓହଳି ଥାଏ ଗୋଟାଏ ଶିକା। ସେଥିରେ ହାଣ୍ଡିଟିରେ ପଲମ ଘୋଡ଼ା ହୋଇ ମୁଢ଼ି କି ଉଖୁଡ଼ା କିଛି ନ ହେଲେ ତୁଚ୍ଛା ଚାଉଳ ଭଜା ଖଣ୍ଡିଏ ନିଶ୍ଚେ ପଡ଼ିଥିବ। ବାଡ଼ି ପିଜୁଳି ଗଛରେ ଫୁଲକସି ନଦି ହେଇଥିବ ଆଠକାଳି ବାରମାସୀ। ଗାଁ'ର କୋଉ ପିଲା ଭଲା ତା' ପିଜୁଳି ଗଛରୁ ଡାଳ ନଭାଙ୍ଗି ଫୁଲକସି ତଳେ ନଝଡ଼ାଏ, ପୁଣି ଗଛରୁ ତଳକୁ ଗଳି ପଡ଼ି ଭେମାରଡ଼ି ନଛାଡ଼େ? କାହାକୁ ଭଲା ମାଉସୀ କାଖ ନକରି ଧୂଳି ନ ଝାଡ଼ି ଥୟ ହୁଏ? ହାତରେ ମୁଢ଼ି ଉଖୁଡ଼ା ଗଣ୍ଡିଏ ଧରେଇ ବୋକ ନଦିଏ। ଖାଲି ପିଲା ନୁହଁନ୍ତି ସମସ୍ତେ ତା' ଆଖିରେ, ତା' ପାଖରେ ପିଲା। ଭିକାରିଟିଏ ଗାଁ'ର ସବୁ ଦୁଆରୁ ନିରାଶ ହେଲେ ତା'ରି ଓଳିତଳେ ଡକାପାରେ। ଗାଁର ଦୁଃଖୀ ନିଆଶ୍ରୀ ଭଲ ମନ୍ଦରେ ତା' ପାଖରେ ଠିଆ ହୁଅନ୍ତି ତା' ମୁହଁକୁ ଚାହାଁନ୍ତି। ଧନୀ ମାଉସୀ କ'ଣ ନଥିଲା ସତେ? ତା' କଥା ମୁଁ ଯେତେ କହୁଚି ଆଉରି ସେତିକି ସେତିକି ଗପିବାକୁ ମନ ହେଉଛି। ଧନୀ ମାଉସୀ ଆଉ ମୋ ପିଲାଦିନ ଅତି ନିବିଡ଼ ଅତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତାକୁ ବାଦ ଦେଇ ମୋ ପିଲାଦିନ କଥା ମୁଁ ଭାବି ପାରିବି ନାହିଁ। କଥାରେ କଥାରେ କହିବା ତ କେତେ ଦୂରର କଥା। ମୋ ପିଲାଦିନ ଛବି ଗୁଡ଼ିକର ସେ ଯେମିତି ମସୃଣ ବିଶାଳ ପଟ୍ଟଭୂମି। ମୁଁ ପିଲାଦିନେ ତାକୁ କମ୍ ରାମ୍ପୁଡ଼ିଛି କୋଡ଼ି କଚାଡ଼ି ଅଳି